ଏମାନେ ବି ସେତିକିରୁ ଅଧିକ ଆଉ କଣ କରିପାରନ୍ତେ। ସିଦ୍ଧି ଖୋଜି ଖୋଜି ଭଗବାନଙ୍କ ଆଡ଼କୁ ଆଖି ବୁଜିଦେଇ ଯେଉଁମାନେ ଏଯାଏ ଆସିଲେଣି ଏବଂ ସେତେସରି ହେଲେଣି, ସେମାନଙ୍କ ଭିତରେ ଆଉ ମଞ୍ଜ ବୋଲି କଣ ରହିଛି ଯେ, ସେମାନେ ଆଉକିଛି ହୋଇପାରିବେ? କଂଗ୍ରେସ ପଛେ ପଛେ କଂଗ୍ରେସର ଚତୁରତା ଗୁଡ଼ାକୁ ଉଧାର କରି ଆଉ ଯେଉଁମାନେ ନୂଆ ଡ଼ିଆଣୀ ହୋଇ ଦରବାରକୁ ଆସିଛନ୍ତି, ବେଳସୁଁ ଅନ୍ୟ ପ୍ରକାର ନହେଲେ ସେମାନେ ବି ଯିବେ। ଏମାନେ ଯିବେ, ଭାରତବର୍ଷ ରହିବ, ଅନ୍ୟମାନେ ନିମିତ୍ତ ହେବେ। ଦେଶ ନାମକ ଏହି ଘରଟିକୁ ସମ୍ଭାଳିବେ, ଏକ ନୂଆ ପରିମଳରେ ଏଠି ନିୟତିଟାକୁ ଗଢ଼ିବେ। ରାଜନୀତିରୁ ଉର୍ଦ୍ଧ୍ୱରେ ଏଥର ନିର୍ବାଚନ ସମୟରେ ପାଲାରେ ପଶିଥିବା ଦଳମାନେ ଯେପରି ଅସହଜ ଭାବରେ ଲଣ୍ଡଭଣ୍ଡ ହେଉଥିଲେ, ସେଥିରୁ ସେମାନେ ଆଦୌ ରାଜନୀତିରେ ଅଛନ୍ତି କି ନାହିଁ ସେହି ବିଷୟରେ ଭାରି ସନ୍ଦେହ ହେଉଥିଲା। ରାଜନୀତିକ କୌଣସି ଦଳର ଅର୍ଥ ହେଉଛି ଯେ ତା ପଛରେ ଏକ ରାଜନୀତିକ ପରିଚୟ ମଧ୍ୟ ରହିଥିବ ଏବଂ ସେହି ପରିଚୟରୁ ହିଁ ତାକୁ ଚିହ୍ନି ହେଉଥିବ। ଏଥର ନିର୍ବାଚନ ସମୟରେ ସେହି ପରିଚୟଟି ଆଦୌ ପାଇହେଲା ନାହିଁ। ଏପରିକି କଥାକଥିତ ଗୋଟିଏ ଦଳରେ ଯେଉଁମାନେ ରହିଛନ୍ତି ବୋଲି ନିର୍ବାଚନ ରାଜନୀତିର ବଜାରରେ ସମସ୍ତେ କୁହାକୁହି ହେଉଥିଲେ,.ସେମାନେ ସତକୁ ସତ ଏକାଠି ଗୋଟିଏ ଦଳରେ ଅଛନ୍ତି କି ନାହିଁ, ସେହି ବିଷୟରେ ବି ସବୁବେଳେ ସଂଶୟ ରହିଥିଲା। ଯଦି ତୁମେ ସମସ୍ତେ ଗୋଟିଏ ଦଳରେ ରହିଛ ଏବଂ ତେଣୁ ଗୋଟିଏ ସନ୍ତକରେ ନିର୍ବାଚନ ଲଢୁଛ, ତେବେ ତୁମମାନଙ୍କର ରାଜନୀତିକ ବିଶ୍ୱାସରେ ତ ଅନ୍ତତଃ କିଛି ମେଳ ରହିଥିବା ଦରକାର। ନିର୍ବାଚନରେ ଆଶା ଅନୁରୂପ ଫଳ ଦେଖାଇନଥିବା ଗୋଟାଏ ପୁରୁଣା ଦଳର ବହୁତ ଲୋକ ତ ବର୍ତ୍ତମାନ କହୁଛନ୍ତି ଯେ, ଦଳ ଭିତରେ ଘୋର ଅନ୍ତର୍ଘାତୀ ଚକ୍ରାନ୍ତ ହେଲା ବୋଲି ପ୍ରାର୍ଥୀମାନେ ଭକୁଆ ହୋଇଗଲେ, ଅର୍ଥାତ୍ ବାହାରକୁ ସେହି ଗୋଟାଏ ଦଳ ବୋଲି ପରିଚିତ ଶିବିରଟା ଭିତରେ କାହାରି ସହିତ କାହାରି ପଡୁନଥିଲ ଓ ତେଣୁ ସେମାନେ ଏକ ଆରେକ ନିମନ୍ତେ ଗାତ ଖୋଳିବାକୁ ଲାଗିଥିଲେ। ନିହାତି ଗୋଟାଏ ଦଳର ମାର୍କା ପିଠିରେ ପିନ୍ଧିନଥିଲେ ସରକାରୀ ବ୍ୟବସ୍ଥା ଅନୁସାରେ ନିର୍ବାଚନରେ ପ୍ରବେଶ କରିବା ସକାଶେ ଅନୁମତି ମିଳିବ ନାହିଁ ବୋଲି ସେମାନେ ଅଗତ୍ୟା ଗୋଟାଏ ଦଳରେ ନାମ ଦରଜ କରି ରହିଥିଲେ କି? ସେମାନେ ସମସ୍ତେ ନିଜକୁ ହିଁ ଜିତାଇବାରେ ଲାଗିପଡ଼ିଥିଲେ। ସତେଅବା ନିର୍ବାଚନରେ ଜୟଲାଭ କରିବାଟାକୁ ସେମାନେ ଏକ ବ୍ୟକ୍ତିଗତ ଭାଗ୍ୟର ବ୍ୟାପାର ବୋଲି ବୁଝୁଥିଲେ। ଅସଲ ମତଲବ ରାଜନୀତି ନୁହେଁ, ଅସଲ ମତଲବ ସୌଦାଗିରୀ। ପାଞ୍ଚ ବରଷର ଏକ ଠିକାଦାରୀ ନିଜ ଭାଗ୍ୟର ନିର୍ମାଣ, ନିଜ ପାଇଁ କିଛି ଆର୍ଥିକ ଅଥବା ସ୍ଥୂଳ ଲାଭର ଅର୍ଥରେ ନିର୍ବାଚନ ନାମକ ଏକ ହାଟ ଭିତରେ ପ୍ରବେଶ ଏବଂ ଅର୍ଥ ଲଗାଣ, ହାରିବା ଜିତିବା ତ ଯେକୌଣସି ବ୍ୟବସାୟ ଭଳି ଏଇଟାରେ ମଧ୍ୟ ରହିଛି। ଆଶାୟୀ ମାନଙ୍କର ଆଚରଣ ଦେଖି ଦେଖି ଦେଶବାସୀ ସାଧାରଣମାନେ କ୍ରମେ ସେହି କଥା କହିଲେଣି। ରଣରତ ସେମାନେ ଏହି ନିର୍ବାଚନରେ ରାଜନୀତି କଥା ପ୍ରାୟ କିଛି ହେଲେ କେହି କହୁନଥିଲେ। ଆମେ ଅମୁକ ବା ଅମୁକଙ୍କର ସ୍ୱପ୍ନକୁ ସଫଳ କରିବାକୁ ବାହାରିଛୁ, ତେଣୁ ସମସ୍ତେ ଆମକୁ ଭୋଟ ଦେଇ ଜୟଯୁକ୍ତ କରନ୍ତୁ, ସମସ୍ତେ ତୁହାକୁ ତୁହା ସେହି କଥା କହୁଥିଲେ। ସ୍ଵପ୍ନ ତ ସେତିକିବେଳେ ଅତି ସ୍ପଷ୍ଟ ଭାବରେ ରହିଥିଲା, ଯେତେବେଳେ ଏହି ଦେଶରେ ସ୍ୱାଧୀନତାର ସଂଗ୍ରାମ ଲାଗିଥିଲା। ସମ୍ମୁଖରେ ନବ ନିର୍ମାଣର ନକ୍ସାଟିଏ ରହିଥିଲା। ସଂଗ୍ରାମୀମାନେ ସ୍ୱୟଂ ସେହି ନକ୍ସାରେ ବିଶ୍ୱାସ କରୁଥିଲେ। ସେଥିରେ ଅଧିକ ସଂକଳ୍ପବୋଧ ଭରିଦେଇ ତାହାକୁ ମହାତ୍ମା ଗାନ୍ଧୀଙ୍କର